ଲୀଳା! ତୁଷାରକାନ୍ତିଙ୍କ କଣ୍ଠସ୍ୱର ତୀକ୍ଷ୍ଣ ହୋଇ ଆସିଲା। ତୁଷାରକାନ୍ତିଙ୍କୁ ଅନାଇ ଟିକିଏ ହସିଲା ଲୀଳା। ତା ପରେ କହିଲା-ପ୍ରେମିକ ନିକଟରେ ନିଜ ପ୍ରିୟାର ଦୁର୍ନାମ ଅତି ଅସହ୍ୟ ଡକ୍ଟର-। ଆଉ ତୁମେ ତ ସାଧାରଣ ମଣିଷ। ଆଉ ମୁଁ ଯଦି କହେଁ; ତୁମର ଏହି କଳ୍ପିତ ଆତ୍ମଜୀବନୀ ଭିତରେ କୌଣସି ନିଗୂଢ଼ ସ୍ୱାର୍ଥ ଲୁଚାଇ ରଖିଛ ବୋଲି? ତୁଷାରକାନ୍ତିଙ୍କ କଣ୍ଠସ୍ୱର ଅପେକ୍ଷାକୃତ ଗମ୍ଭୀର ହୋଇ ଉଠୁଥିଲା। ଅସମ୍ଭବ ଚତୁରତା ଯୋଗୁଁ ସଫଳତାର ପାବଚ୍ଛଶ୍ରେଣୀ ତୁମେ ଅତିକ୍ରମ କରି ଚାଲିଛ; ଡକ୍ଟର। ଆଉ ମୋ କଥାଟା ଯେ ସ୍ୱାର୍ଥହୀନ ଭାବେ ତୁମେ ଗ୍ରହଣ କରିନେବ, ଏ ବିଶ୍ୱାସ ବି ମୋର ନ ଥିଲା। ମାନେ? ତୁମେ ହଁ, ମୋର ସ୍ୱାର୍ଥ ଅଛି। ଆଉ ସେହି ସ୍ୱାର୍ଥ ପାଇଁ ମୋର ଦୃଷ୍ଟି ସଦାବେଳେ ତୁମକୁ ଆଚ୍ଛନ୍ନ କରିରଖିଛି। ଲୀଳା ମୁଁ ଜାଣେ, ଆଉ ସେଇଥିପାଇଁ ପ୍ରଥମରୁ ତୁମ ନିକଟରୁ କ୍ଷମା ମାଗି ନେଇଛି; କିନ୍ତୁ ମୋର ଅନୁରୋଧ, ମୋ କଥା ତୁମେ ଶୁଣି ସାର। ପରେ ଯଦି ତୁମର ମୋ ପ୍ରତି ଅବିଶ୍ୱାସ ଜନ୍ମେ, ତା ହେଲେ ମୋର ଅନୁରୋଧ, ଏ ସମ୍ବାଦ ଦଳପତିଙ୍କୁ ଦେବା ଆଗରୁ ମୋର ଜୀବନଟା ନିଜେ ଶେଷ କରିଦେବ। ତୁଷାରକାନ୍ତି ସ୍ଥିର ଭାବରେ ଲୀଳାର ମୁଖମଣ୍ଡଳକୁ କିଛି ସମୟ ଅନାଇ ରହିଲେ। ତାଙ୍କ ଉପରୁ ଦୃଷ୍ଟି ଫେରାଇ ଲୀଳା କହିଲା-ଲୁସି ଆସିବାକୁ ଆହୁରି ତିନି ଘଣ୍ଟା ବିଳମ୍ବ ଅଛି ଡକ୍ଟର। ଏହି ତିନି ଘଣ୍ଟା ଭିତରେ ବସଙ୍କର ବି ଆମ ସହିତ ଆଉ ପ୍ରୟୋଜନ ନାହିଁ। ହେଲେ ବି ମୁଁ ଏଇଠି ଥାଇ କିଏ କେଉଁଠୁ ଆସୁଛି ଜାଣି, ଆମ ଦୁହିଙ୍କୁ ରକ୍ଷା କରିନେଇ ପାରିବି। ପ୍ରକୃତରେ ତୁଷାରକାନ୍ତି ସ୍ତବ୍ଧ ହୋଇ ଯାଇଥିଲେ। ତାଙ୍କର ମାନସିକ ପରିସ୍ଥିତି ଉପଲବ୍ଧି କରି ଲୀଳା କହିଲା-ଠିକ୍ ତୁମରି ପରି ମୁଁ ବି ଦିନେ ମାୟା ହରିଣୀର ପଛରେ ଧାଇଁଥିଲି; କିନ୍ତୁ ତୁମର ଧାଇଁବା ଆଉ ମୋର ଧାଇଁବା ଭିତରେ ଯଥେଷ୍ଟ ପାର୍ଥକ୍ୟ ଥିଲା। ଏକା ସାଙ୍ଗରେ ତୁମେ ଚାହିଁଥିଲ କାମିନୀ ଆଉ କାଞ୍ଚନ। ଗୋଟାଏ ବର୍ଷ ଭିତରେ ଲକ୍ଷପତି ହୋଇଯିବାର ପରିକଳ୍ପନା ନେଇ ଲୁସି ତୁମକୁ ଉନ୍ମାଦ କରିଥିଲା। କିନ୍ତୁ ମୁଁ କେବଳ ପ୍ରଲୁବ୍ଧ ହୋଇଥିଲି ଗୋଟିଏ ଦିଗରେ। ତୁମେ ହୁଏ ତ ସେ କଥା କଳ୍ପନା କରି ପାରିବ ନାହିଁ ଡକ୍ଟର। କାରଣ ତୁମର ଯେଉଁ ଇତିହାସ ଆମର ରେକର୍ଡରେ ଲିପିବଦ୍ଧ ହୋଇ ରହିଛି, ତାହାରି ଭିତରୁ ମୁଁ ଜାଣିପାରିଛି, ତୁମେ କେବଳ ଏ ସଂସାର ଦାଣ୍ଡରେ ଏକାକୀ। ଭାଇ ଭଉଣୀର ସ୍ନେହ ତୁମ ନିକଟରେ ଅବିଦିତ। ଆଉ ସେଇଥିପାଇଁ ମୁଁ ଯେ କେଉଁ ଦୁଃଖରେ ମୋର ଭାଇ ଭଉଣୀଙ୍କର ଭବିଷ୍ୟତ ପାଇଁ ପ୍ରଲୁବ୍ଧ ହୋଇ କାଞ୍ଚନ ପଛରେ ଧାଇଁଥିଲି, ତାହା ବୁଝିପାରିବ ନାହିଁ। ଯଦି କେବେ ମୋର କାହାଣୀ ଭିତରେ ସତ୍ୟତା ଥାଇପାରେ ବୋଲି ତୁମେ କଳ୍ପନା କର, ତା ହେଲେ ନିଶ୍ଚୟ ମୋ ଅନ୍ତରର ଦୁଃଖର ଗଭୀରତା ଉପଲବ୍ଧି କରିପାରିବ। ଛାଡ଼, ମୁଁ କହୁଥିଲି ମୋର ସେହି। ଅସହାୟ ଜୀବନର କାହାଣୀ। ହଁ, ମୋର ପଛରେ ହଠାତ୍ ଗାଡ଼ିଟିଏ ଛିଡ଼ା ହୋଇଥିବାର ଦେଖି ମୁଁ ଚକମିପଡ଼ି ଯେତେବେଳେ ପଛକୁ ଚାହେଁ, ସେତେବେଳେ ଷ୍ଚିଅରିଂ ଧରି ହସ ହସ ମୁଖରେ ମୋତେ ଭିତରକୁ ଯିବା ପାଇଁ ଅନୁରୋଧ ଜଣାଉଥିଲା ନୁରୁ ବେଗମ। ମୋର ଆଉ କିଛି କହିବାକୁ ନ ଥିଲା। ଚୁପଚାପ୍ ଉଠିଯାଇ ତାହାରି ନିକଟରେ